କେବଳ କାଟ… ପୁଅ ବୀରବିକ୍ରମର ଗୋଟାଏ ଆଖି, ସେଇପଟର କର୍ଣ୍ଣ, ସେଇ ପାଖର ହାତ ଓ ଗୋଡ଼ ଅଚଳ। ଆର ପଟଟା ଚଳେ ଅବଶ୍ୟ, କିନ୍ତୁ ଏ କି ଜୀବନ! ଆଜ୍ଞାରାମ ପୁଅର ଅଚଳ ଅଙ୍ଗକୁ ଚଲେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବରବାଦ କଲେ; କିନ୍ତୁ କିଛି ହେଲାନାହିଁ। ନିଜେ ସେ ଅସୁସ୍ଥ। କିଛି ଖାଇଲେ ଆଦୌ ହଜମ ହୁଏନି। ମନେହୁଏ ଉଦର ତାଙ୍କର ଶିଳାରେ ତିଆରି ସଂକୁଚନ ଓ ପ୍ରସାରଣ ବିଧି ଏଠାରେ ଚଳେନାହିଁ। ଅବଶ୍ୟ ଯୌବନରେ ମହଣ ମହଣ ସେ ଖାଇଛନ୍ତି। ସ୍ନାୟୁଗୁଡ଼ାକୁ ଇଚ୍ଛାମତେ ଛିଣ୍ଡି ଯିବା ସ୍ଥିତିକୁ ନେଇଆସିଛନ୍ତି। ଏ ସୁନା ହୀରା ମୁଠା ମୁଠା କଲେ ବି ଗୋଟିଏ ଚପାତି ବି ହଜମ ହେଉନି। ଖଣି ଭିତରର ମଙ୍ଗାନିଜ୍ ଉପରକୁ ଉଠିଆସୁଛି, କୋଇଲା ଉଠିଆସୁଛି, କିନ୍ତୁ ଆଜ୍ଞାରାମଙ୍କ ଉଦର ଭିତରୁ ଯାହା ଉଠିଆସେ, କେବଳ ପିତ୍ତବାନ୍ତି–ଜଳର ଉଦଗାର। ମରଣ ନିଶ୍ଚିତ ସେ ଜାଣିଲେ। ଝିଅ ପଦ୍ମିନୀର ପତ୍ତା ନାହିଁ–କିଶୋରୀ ବୟସରୁ ସେ ଅପହୃତା। ବିଶ୍ୱଟାଯାକ ଆଜ୍ଞାରାମ ତାକୁ ଖୋଜି ଆସିଲେ। କନ୍ୟାର ସମ୍ବାଦ ମିଳିଲା ନାହିଁ। ପ୍ରତି ସନ୍ଧ୍ୟାରେ ବିଭିନ୍ନ ଷ୍ଟେଟରୁ ମ୍ୟାନେଜରମାନେ ଆଜ୍ଞାରାମଙ୍କ ପାଖକୁ ଟେଲିଫୋନ୍, ଟେଲେକସ ଓ ବେତାର ଯନ୍ତ୍ରରେ ଜଣାଇଦିଅନ୍ତି, ଏଠାରେ ଲାଭ ଏକା ଦିନକେ ଅଢ଼େଇଲକ୍ଷ, ସେଠାରେ ସାର୍ଦ୍ଧ ପାଞ୍ଚଲକ୍ଷ। ହିମାଳୟର ଶୃଙ୍ଗକୁ ବି ଛୁଇଁଯିବ ଏ ସଂଖ୍ୟା। ଏଭେରେଷ୍ଟକୁ ବି ବଳିଯିବ ଏ ଧନ ପରିମାଣ! କିନ୍ତୁ….. ରାତ୍ରୀ ପାହିଆସୁଥିଲା-ଯିମିତି ସବୁ ଯାମିନୀ ପ୍ରଭାତି ଆସେ। କୋଟିପତି ଆଜ୍ଞାରାମ ଆଜି ପାଦରେ ଯୋତା ପିନ୍ଧିନାହାନ୍ତି-ଦେହରେ ତାଙ୍କର ଆବରଣ ନାହିଁ। ଆଜ୍ଞାରାମଙ୍କୁ ଅନ୍ତର ଭିତରକୁ ପ୍ରବେଶ ପାଇଁ ଅନ୍ତଃପୁରୁଷ ଆଜ୍ଞାଦେଲା। କହିଲା–ଦେଖରେ ମୂର୍ଖ, ଏ ଯାଏ କେଉଁ ଜଗତରେ ଥିଲୁ? କଅଣ ସେଠାରେ ପାଇଥିଲୁ? ଆତ୍ମହତ୍ୟା, କରିବାକୁ ଆସିଛୁ? ବଞ୍ଚି ନଜାଣିଲୁ ବୋଲି ବଞ୍ଚିତ ହୋଇଛୁ। କିଏ ରକ୍ଷା କରିବ? ତଳେ କାହାର ଏ କେକାଧ୍ୱନି… ଜଣେ ପୁରୁଷ, ଜଣେ ସ୍ତ୍ରୀ… ଗୋଡ଼ାଗୋଡ଼ି ହେଉଛନ୍ତି… ଛନ୍ଦି ହୋଇଯାଉଛନ୍ତି ପାଦେ ପାଦେ। ପିଇଯାଉଛନ୍ତି। ଏ ପାର୍ବତ୍ୟ ସମୀରଣକୁ। ଛାତିକୁ ଉଷୁମାଉଁଛନ୍ତି ଦିଗ୍ବଳୟ ଛାଡ଼ି ଉଠିଆସୁଥିବା ସବିତାର ରଶ୍ମିକୁ ଦେଖାଇ… ଫୁଲର ଗନ୍ଧରେ ମହାମତୁଆଲା। ସର୍ବତ୍ର ଆନନ୍ଦ… ଆନନ୍ଦ… ଆନନ୍ଦ… ସବୁଆଡ଼େ ସୁନ୍ଦରର ଆବାହନ… "-ଆରେ ହାଁରେ, ଏ ଲୋକଟା କଅଣ କରୁଚି କିରେ ପାହାଡ଼ଟା ଉପରେ? ଖସିପଡ଼ିବରେ… ମରିଯିବାରେ" ବନଜୀବିନୀ ନାରୀର ଚମକ ବାଣୀ। ପୁରୁଷ କହିଲା–ଏ, ତୁ ସତରେ କହୁଚୁ, ମରିବାକୁ ଆସିଚିରେ ସହରୀ ଲୋକଟା… ଆମଆଡ଼ ଲୋକତ ଏ ନଏଁ… ଡାକପକାଇଲେ ସେମାନେ! ଆଦିମ କାଳର ଡାକ ସେ-ନିରାଭରଣ, ଅକୃତ୍ରିମ। ଖଣ୍ଡେ ଜଂଘିଆ କଟୀ ଉପରେ। ପାହାଡ଼ର ଶୃଙ୍ଗ ଉପରେ ଛିଡ଼ାହୋଇ ଆଜ୍ଞାରାମ ହାତ ମୁଠା ମୁଠା କରୁଛନ୍ତି-କାହାକୁ ଖୋଜୁଛନ୍ତି-କିଏ ସେ ଅଦେଖା ଅଜଣା ରୂପକାର-ଯାହାକୁ ନ ଦେଖିପାରିଲେ ବି ସେ ଦେଖାଦିଏ, ଯାହାକୁ ନଜାଣିପାରିଲେ ବି ସେ ନିଜ ଅସ୍ତିତ୍ଵ ସମ୍ବନ୍ଧରେ ଜଣେଇଦିଏ। ଆଜ୍ଞାରାମ ହାତ ମୁଠା ମୁଠା କରିବା ବନ୍ଦକଲେ। ତଣ୍ଟି ତାଙ୍କର ଶୁଖି ଆସିଲା। ଗୋଡ଼ ଥରିଲା। ଶେଷ ମୁହୂର୍ତ୍ତ ଆସନ୍ନ। ସେ ଚାହିଁ ଦେଖିଲେ ତଳକୁ-କିଛି ରହିବ ନାହିଁ-ମାଂସ ପିଣ୍ଡୁଳାଟାଏ ହୋଇଯିବ। ହଜାର ହଜାର ଫୁଟ ତଳର ଧରିତ୍ରୀ। ତା କୋଳରେ ଶୋଇଯିବା ପୂର୍ବରୁ ଆଜ୍ଞାରାମଙ୍କ ଦେହ ଦେହ ହୋଇ ନଥିବ-ଯେଉଁ ଦେହର ଚର୍ବି ତିଆରି ହୋଇଛି ପୃଥିବୀର ବହୁ ଭୋଜନାଳୟର ସୁସ୍ୱାଦୁ ସାମଗ୍ରୀରେ। ପ୍ରଭାତର ମୃଦୁମନ୍ଦ ସମୀରଣ ତାଙ୍କ ଦେହ ଛୁଇଁଲା। ସେ ଜୀବନରେ ଏହାର ସ୍ପର୍ଶ ଜାଣି ନ ଥିଲେ କେବେ। ସେ ଚକିତ ହେଲେ। ୟେ କଅଣ? ଏକ ସୁନ୍ଦର ସୂର୍ଯ୍ୟୋଦୟ!! ବଣ ପକ୍ଷୀ ଉଡ଼ିଯାଉଛି। କିଚିରିମିଚିରି ତାର ସ୍ଵନ। ତପନ ଧୀରେ ଉଠିଆସୁଛି। ପୂର୍ବଦିଗ ବିଚିତ୍ର ରଙ୍ଗ ଶୋଭାରେ ଆନନ୍ଦ ବିକିରଣ କରୁଛି। ବୃକ୍ଷଲତା ହସୁଛନ୍ତି। ସୃଷ୍ଟିର ଆନନ୍ଦ ଝଲକ। ଆକାଶ ଶାନ୍ତ ଓ ଅରୁଣିମାସିକ୍ତ। ୟେ ପୁଣି କଅଣ? ମାଆ ପକ୍ଷିଣୀ ଛୁଆକୁ ଚଞ୍ଚୁରେ ଚଞ୍ଚୁ ରଖି ଖୁଆଇ ଦେଉଛି। ଅଜସ୍ର ଝିଙ୍କାରି ଐକ୍ୟତାନ ତୋଳୁଛନ୍ତି। ଦୁର୍ବା ଉପରେ ନାଚୁଛନ୍ତି ପୁଣି ଉଡ଼ିଯାଉଛନ୍ତି। ଅନ୍ତରର ଡାକ, ବାହାରର ଡାକ, ସବୁ ମିଶି ଆଜ୍ଞାରାମକୁ ଚେତନା ଦେଲା... ଚମକ ଦେଲା। ପୃଥିବୀ ଏତେ ସୁନ୍ଦର ତେବେ? ମୁକ୍ତ ଆକାଶ, ବିମୁକ୍ତ ନରନାରୀ, ନାହିଁ କପଟାଚାର, ନାହିଁ ଧନଲୋଭ, ନାହିଁ ହିଂସା ଓ ହତ୍ୟା, ନାହିଁ ଚୋରାଧନ କାରବାରରେ ବିପୁଳ ଧନ ସଞ୍ଚୟ, ନାହିଁ ମାନବ-ଆତ୍ମାର ଅବମାନନା।